ପୁନର୍ବାର ପରିସ୍ଥିତି ବଦଳିଗଲା। ଲୋକମାନେ ସପକ୍ଷ ଓ ବିପକ୍ଷରେ ନାନାପ୍ରକାର ଜନରବ ରଟନା କଲେ। ଅପୀଲ ବିଚାରରେ ଅନେକ ଦିନ କଟିଗଲା। ଶେଷରେ ପୂର୍ବର ରାୟ କାଏମ ହେଲା। ପଞ୍ଚୁଆ ଜମିର ହକ୍ଦାର ହେଲା ଏବଂ ଅଧିକାଂଶ ମୁଦାଲା ଛ' ମାସ ଓ ତିନିମାସ କରି ପାଇଲେ ସଜା। ବନ୍ଧୁ। ମାନ୍ତିଙ୍କ ଗୋଡ଼ ଆଉ ତଳେ ନ ପଡ଼େ। ଉଦଣ୍ଡରା'ଙ୍କ ଶୋଚନୀୟ ଅବସ୍ଥାରେ ଶୋଚନା କରିବାର ଅନେକ କାରଣ ଥିଲେ ବି ସମୂହ ଭାବରେ ସେ ଯେ ସମସ୍ତଙ୍କୁ ଜବତ୍ କରି ପାରିଛନ୍ତି, ଏହାହିଁ ତାଙ୍କ ଆନନ୍ଦର ପ୍ରଧାନ କାରଣ। କ୍ରମେ ଛମାସ ଅତୀତ ହେଲା। ତିନିମାସିଆଠାରୁ ଆରମ୍ଭ କରି ଛ'ମାସିଆ କୟଦୀ ପର୍ଯ୍ୟନ୍ତ ସମସ୍ତ ମୁକୁଳି ଆସିଲେ। ଶତ୍ରୁତା ସମସ୍ତଙ୍କ ମଧ୍ୟରେ ସକ୍ରିୟ ଭାବରେ ଥିଲେ ମଧ୍ୟ ନିଜନିଜକୁ ଥରେଥରେ ନିଜର ଅତୀତ ଓ ବର୍ତ୍ତମାନ ସହିତ ତୁଳନା କରି ନେବାର ଚିନ୍ତା ସମସ୍ତଙ୍କର ଏହା ଭିତରେ ଆସି ଯାଇଚି। ଦଖଣ୍ଡରା' ମକଦ୍ଦମା ବାବଦ୍ ଖର୍ଚ୍ଚାରେ ଋଣଗ୍ରସ୍ତ। ଉଦଣ୍ଡରା' ସକଳ ଦିଗରେ ନିମ୍ନଗାମୀ। ଆଉ ପଞ୍ଚୁ ସାହୁ, ତାର ପ୍ରକୃତରେ କଣ ଲାଭ ହୋଇନି? ପଞ୍ଚୁ ସାହୁ ପ୍ରବଳ ପ୍ରତାପୀ ଦଖଣ୍ଡରା'ଙ୍କୁ ମାଡ଼ମାରି ଜବତ କରିଦେଲା। ପଚିଶ ବର୍ଷର ବେଦଖଲ ସମ୍ପତ୍ତି ପୁନରୁଦ୍ଧାର କରିପାରିଲା। ଏହା କଣ ତା ପକ୍ଷରେ ଯଥେଷ୍ଟ ଲାଭ ନୁହେଁ? ସେହି ପଚିଶ ବର୍ଷ ତଳର କଥା ତାର ମନେପଡ଼ିଲା। ତାରି ସମ୍ପତ୍ତିର ବେହକ୍ ମାଲିକ ଜମିଦାର ଦଖଣ୍ଡରା'ଙ୍କ କୋଠା ତିଆରି, ଆଉ ତାରି ତଳେ ପଚିଶ ବର୍ଷ ତଳର ପଞ୍ଚୁଆ–ମୁଣ୍ଡରେ ଇଟା ବୋଝ, ଦିହ ହାତରେ ଚୂନ ଆଉ ମାଟି ଦାଗ, ଆଉ ମୁଣ୍ଡରେ ନୁଖୁରା ବେକାଏ ବାଳ, ଅଣ୍ଟାରେ ଖଣ୍ଡେ ଛୋଟ ଚିରା ଖଦୀ। ସମାଳି ପାଇଲା ନାଇଁ, ଭାବର ଉତ୍ତେଜନାରେ ଘରଠାରୁ ପଚାଶ କି ଅଶୀ ହାତ ଦୂର ସେହି ବିସ୍ତୃତ ଚାଷଜମି ଉପରକୁ ପଞ୍ଚୁ ସାହୁ ଝଟ ବାହାରି ପଡ଼ିଲା। ଜମିର ପ୍ରତି କିଆରି ପ୍ରତି ହିଡ଼ରେ ମନ ଇଚ୍ଛା ବୁଲିଲା। ବୁଲୁବୁଲୁ ସେହି ଉତ୍ତର-ପୂର୍ବ ଦିଗକୁ ଥରେ ଆଖି ତାର ଅମାନିଆ ହୋଇ ଚାଲିଗଲା–ଦେଖାଗଲା ଦଖଣ୍ଡରା'ଙ୍କ ମେଘଲଗା କୋଠା। ଗଛ ପତର ଟପି କୋଠା ଆକାଶର କଳାମେଘ ଛୁଉଁଚି। ତିନିପଇସା ମଜୁରିରେ ଖଟିଥିବା ତାରି ତଳ ପଞ୍ଚୁଆ ଓ ଆଜିକାର ପଞ୍ଚୁ ସାହୁ ମଧ୍ୟରେ ଥରେ ଆଖି ଫେରାଇ ନେଲା–ସ୍ଵର୍ଗ, ମର୍ତ୍ତ୍ୟ ପ୍ରଭେଦ। କୋଠାର ଉଚ୍ଚତା ତା ଠଉଁ ଢେର ଛୋଟ। କଣ ଭାବିଲା, ହଠାତ୍ ସେଠୁ ଚାଲି ଆସିଲା ଘରକୁ। ଘରେ ପହଞ୍ଚି ଦେଖିଲା ତା ଦୋକାନର ଭାଗଦାର ନରୀପୃଷ୍ଟି ପୂର୍ବ ଓ ଏବର ଜମା ହିସାବ ତିଆରି କରି ମୁଣ୍ଡରେ ହାତ ରଖି ନିସ୍ତେଜ ହୋଇ ବସିଚି। ଅନେକ ଦିନ ପରେ ଅତ୍ୟନ୍ତ ଭାବପ୍ରବଣ ହୋଇ ପଞ୍ଚୁସାହୁ ନିଜର ଚିରପରିଚିତ ଗଣ୍ଡିରା ପାଛୁଡ଼ାଟାକୁ ଥରେ ଝାଡ଼ିଝୁଡ଼ି ଦେଲା। ଦୋକାନର ସଉଦା ପାତି ଆଉ ଲୁଗାପଟା ଉପରେ ସଯତ୍ନ ଦୃଷ୍ଟି ବୁଲେଇ କେତେକ ଲୁଗା ବାହାର କରି ଗଣ୍ଡିରା କଲା। ଗଣ୍ଡିରାଟା କାନ୍ଧରେ ପକାଇବାକୁ ଯାଉଚି, ନରୀ ପୃଷ୍ଟି ଡାକିଲା–ପଞ୍ଚୁଆ ଭାଇ, ଆଜି ପରା ଶୁକରବାର? –ନାଁରେ, ମୁଁ କଣ ହାଟକୁ ବାହାରୁଚି ଥରେ ଗଣ୍ଡିରାଟା ସଜାଡ଼ି ପରଖି ନଉଚି ନା।... ଆଚ୍ଛା ନରିଆ, ବନ୍ଧୁମା'ନ୍ତି ଆଉ ଉଦଣ୍ଡରା' ଘରକୁ ଆଉ କେତେଦିନ ଏମିତି ସଉଦା ଦିଆ ହଉଥିବ?... ସବୁ–ସବୁ ବନ୍ଦ ଆଜିଠଉଁ–ଜାଣିଲୁ–। ସେଦିନଟି ପଞ୍ଚୁଆ ଆଖିରେ ଜୀବନର ସବୁଚାହିଁ ଗୋଟିଏ ନୂଆ ଦିନଭଳି